ସ୍କୁଲର ସେକ୍ରେଟାରୀ ଅବା ମୁଖ୍ୟଙ୍କର ପିଲା କ୍ଲାସରେ ପ୍ରଥମ ହେବ। ଅନ୍ୟ ପଢ଼ା ପିଲାର ସେଥିରେ ଦାବୀ ନାହିଁ। ସେ ଆସିବ-କ୍ଲାସରେ ବସିବ କ୍ଲାସ ଉଠିବ-ଏତିକି। ସେମିତି ଓଡ଼ିଆ ସାହିତ୍ୟରେ କାମ କଲେ ସ୍ୱୀକୃତି ପାଇଁ ଇଚ୍ଛା କଲେ ନିଜକୁ ବିଫଳ ବୋଲି ଧରିନେବାକୁ ହେବ। କାରଣ ତମେ ସାହିତ୍ୟ ଛଡ଼ା ଅନ୍ୟ କୌଣସି ବିଭାଗରେ ଜଣେ ମାତବର ନୁହଁ। ତେଣୁ ତମେ ସାହିତ୍ୟରେ ମଧ୍ୟ ଗୌଣ ଲୋକ। ଏହି ଆଭିମୁଖ୍ୟ ବିରୁଦ୍ଧରେ ଖୋଲାଖୋଲି ବିଦ୍ରୋହ ହେବା ଉଚିତ୍। ଓଡ଼ିଆ ଲେଖାର ଆଉ ଥରେ ମୂଲ୍ୟାୟନ ହେବା ଉଚିତ୍। ସେତକ ପୁଣି କାନକୁହା ଫିସ୍ଫିସ୍ କଥା ଓ ଚୁଗୁଲି ପର୍ଯ୍ୟାୟରେ ନୁହେଁ। ଲେଖାରେ ଓ ଛପାରେ ସ୍ପଷ୍ଟ ମତ ପ୍ରକାଶ ପାଇବା ଉଚିତ୍। ଅନେକ ସାହିତ୍ୟପ୍ରେମୀ ଓ ଲେଖକ ମତ ଦେଉଛନ୍ତି ଯେ ସ୍ପଷ୍ଟ ଓ ନିର୍ଭୀକ ସମାଲୋଚନାର ସମୟ ଆମର ଓଡ଼ିଶାରେ ଆସି ନାହିଁ। ଭୁଲ୍ ହେଉ ଠିକ୍ ହେଉ ଆମେ ଓଡ଼ିଆ ଲେଖକମାନେ ସମସ୍ତଙ୍କର ବିଶେଷତ୍ୱ ଅଛି। ସମସ୍ତେ ବଡ଼ ଲେଖକ-ଏମିତି ମତ ଓ ଏହି ପ୍ରକାରର କଥା କହି ଚାଲିବା ଉଚିତ୍। ତାହାହେଲେ ନିଖିଳ ଭାରତ ସ୍ତରରେ ଆମର ଜଣେ ବା ବହୁତ ଓଡ଼ିଆ ଲେଖକ ସ୍ୱୀକୃତି ପାଇବେ। ଇଏ ହେଉଛି ପୂରାପୂରି ଆଞ୍ଚଳିକତା। ଭାରତର ସମ୍ୱିଧାନର ବିଭିନ୍ନ ଭାଷାରେ ଯେଉଁ ଲେଖା ସବୁ କେନ୍ଦ୍ର ସାହିତ୍ୟ ଏକାଡେମି ବା ଜ୍ଞାନପୀଠ ତରଫରୁ ପୁରସ୍କୃତ ହେଲାଣି ସେମାନଙ୍କର କି ପ୍ରଭାବ ଆମପରି ଅକିଞ୍ଚନ ଓଡ଼ିଆ ଲେଖକଙ୍କର ଲେଖାରେ ପଡ଼ିଲା? ପୁରସ୍କାରର ନୀତି ନିୟମ ଯେପରି ହୋଇଛି ସେଥିରେ ଯେ ଲେଖକ ବିନା ଯୋଗାଡ଼ରେ ପୁରସ୍କାର ପାଇବ-ଏମିତି ଧାରଣା କରିବା ଭୁଲ୍। ଓଡ଼ିଶାରେ ଓଡ଼ିଆ ବହିର ପୁରସ୍କାର କେମିତି ମିଳେ-ପାଉଥିବା ଲୋକ ଭଲ କହିବେ। ଖାଲି ପୁରସ୍କାର କାହିଁକି ପଦ୍ମଶ୍ରୀ ପଦ୍ମଭୂଷଣ ହେବା ପାଇଁ ଲୋକ ତାଙ୍କର ଜନ୍ମ ତାରିଖରୁ ଆରମ୍ଭ କରି ହରେକ ରକମର ତଥାକଥିତ ଚିତ୍ରବହୁଳ ବିଚିତ୍ର ଜୀବନର ବିବରଣୀ ଟାଇପ କରି ଓଡ଼ିଶାରେ ବାଣ୍ଟୁଛନ୍ତି। ଆପତ୍ତି କଲେ କହୁଛନ୍ତି ଯେ ଓଡ଼ିଶାରେ ସିନା ଓଡ଼ିଆଙ୍କୁ ଏକଥା ମନକୁ ଘେନୁ ନାହିଁ। ଯାଅ ଦେଖିବ ଅନ୍ୟଠାରେ କ'ଣ ହେଉଛି? ଇଏ ଯଦି ନିଖିଳ ଭାରତର ଚିନ୍ତାଧାରା ହୋଇଥାଏ ତାହାହେଲେ ବି ଦୁଃଖ କ'ଣ? ବାଧ୍ୟରେ ଆମେ ନିଜର ସନ୍ତୋଷ ପାଇଁ ରାସ୍ତାଘାଟକୁ ଆଖି ପକାଇବା ଉଚିତ୍। ସେଠି ଆମେ ଦେଖି ପାରିବୁ ପ୍ରଥମ ଶ୍ରେଣୀର କଣ୍ଠଶିଳ୍ପୀ ଆଉ ବାଦ୍ୟର ଯନ୍ତ୍ର-ଶିଳ୍ପୀ। ତାଙ୍କୁ ଆକାଶବାଣୀ ଡାକେ ନାହିଁ। ଜଜ୍ ମେଜେଷ୍ଟରଙ୍କର ଦୁଆରେ ତାଙ୍କୁ ଅଭ୍ୟର୍ଥନା ମିଳେ ନାହିଁ। ତାକୁ ମଧ୍ୟ ଖାଇବାକୁ ଓ ପିନ୍ଧିବାକୁ ମିଳେ ନାହିଁ। ତାଙ୍କର ନାମ ଓ ପରିଚୟ କେଉଁଠି ହେଲେ ମିଳେ ନାହିଁ। ସେହିମାନଙ୍କୁ ନିଜର ଆଦର୍ଶ କରି ନିଅ। ପ୍ରତିଦିନ ସକାଳେ ଇଷ୍ଟଦେବଙ୍କୁ ଜଣାଅ-ପ୍ରଭୁ ହେ! ମଣିଷ ଉପରେ ମଣିଷ ମୁଖା ପିନ୍ଧିଥିବା ପଶୁ ଆସି ରାଜତ୍ୱ କରେ। ଏଇ ରାଜତ୍ୱ ଦୀର୍ଘଜୀବୀ ହେଉ। ଆଉ ତା'ପରେ ଯଦି ମନେ ହୁଏ ଯେ ଭିତରେ ଈର୍ଷା, ଅହଙ୍କାର ଓ ଅଭିମାନର ଗରମ ନିଆଁ ଛୁଟୁଛି ତାହାହେଲେ ଫୋପାଡ଼ି ଦିଅ କଲମକୁ। ଅନ୍ୟାୟର ପ୍ରତିକାର ପାଇଁ ଅନ୍ୟପ୍ରକାରର ଅସ୍ତ୍ର ଖୋଜ। ଯଦି ଏତେ କଥାକୁ ବଳପାଉ ନାହିଁ ତାହାହେଲେ ସେହି ରାସ୍ତାଘାଟର ଚିତ୍ରକର ପରି ଭଙ୍ଗା ଘର ଆଉ ଘର ପାଚେରିରେ ଲେଖି ଯାଅ ଯେ ଅନ୍ୟାୟ କିପରି ଭାବରେ ରୂପ ପାଇ ବଞ୍ଚିଛି-। ଅନ୍ୟାୟର ପ୍ରତିରୋଧ କରିବା